ବିଳମ୍ବ ନ କରି ପ୍ରିନସପାଲ୍ଙ୍କ ନିକଟକୁ ଲେଖିଥିଲା ଗୋଟିଏ ଆପତ୍ତି ଦରଖାସ୍ତ। ଦରଖାସ୍ତର ସୁବିଚାର ନ ହେଲେ ଲୋପାମୁଦ୍ରା ଉପରିସ୍ଥ କର୍ମକର୍ତ୍ତାଙ୍କ ନିକଟକୁ ଜଣାଇବ ବୋଲି ମଧ୍ୟ ଧମକ୍ ଦେଇଥିଲା। ଅସୁବିଧାରେ ପଡ଼ିଲେ ପ୍ରିନ୍ସପାଲ କଲେଜ ମଧ୍ୟରେ ଛାତ୍ରୀଙ୍କ ପ୍ରତି ଅଶୋଭନୀୟ ଅପରାଧ କିଛି କମ ଦୋଷ ନୁହେଁ। ପୁଣି ଲୋପାମୁଦ୍ରା ବାରିଷ୍ଟର ଶାନ୍ତନୁଙ୍କ କନ୍ୟା। ଏଣେ ହେମକାନ୍ତ ମଧ୍ୟ ପ୍ରିନ୍ସପାଲଙ୍କର କମ୍ ଆଦରର ଅଧ୍ୟାପକ ନୁହଁନ୍ତି। ତାଙ୍କ ଅଧ୍ୟାପକତ୍ୱରେ ସମ୍ମାନ ରହିଛି। ସାଧନା ରହିଛି ସୁନାମ ରହିଛି। ତାଙ୍କରି ପାଇଁ ସଂଖ୍ୟାଧିକ ଛାତ୍ର ପ୍ରତ୍ୟେକ ବର୍ଷ କଲେଜର ସୁନାମ ବଜାୟ ରଖୁଛନ୍ତି ତଥାପି... ତଥାପି ହେମକାନ୍ତଙ୍କ ବିରୋଧରେ ଶାସ୍ତି ବିଧାନ କରିବାକୁ ହେବ। ଉପରିସ୍ଥ କର୍ମର୍ତ୍ତାଙ୍କୁ ଜଣାଇବାକୁ ହେବ। ଶାସନ ଓ ସମ୍ପର୍କ ଏ ଦୁଇଟା ଭିନ୍ନ ଭିନ୍ନ ଜିନିଷ। ଏ ଦୁଇଟିର ଯୋଗାଯୋଗ ସ୍ଥାପନ କରିବା ସହଜ କଥା ନୁହେଁ ଚିନ୍ତା କରୁଥିଲେ ପ୍ରିନ୍ସପାଲ ମହାଶୟ ଅନେକ ଦିନ ବିତିଯାଇଛି। ମାଖନ୍ ଚୌଧୁରୀ ଘର ଛାଡ଼ି ଚାଲିଯିବା ପରେ ରାସ୍ତାର ବାଳିକା ହୋଇଯାଇଛି ଚନ୍ଦ୍ରାବତୀ। ପେଟର ଆର୍ତ୍ତନାଦରେ ସେ ଦ୍ୱାରା ଦ୍ୱାର ବୁଲିଛି। ଘରେ ଘରେ ହାତ ପତାଇଛି। କିନ୍ତୁ କେହି କେବେ ଶୁଣିବାକୁ ଇଚ୍ଛା କରିନାହିଁ ଚନ୍ଦ୍ରାବତୀର ଆକୁଳ ଆର୍ତ୍ତନାଦ। ମାରୱାଡ଼ିର ମଖମଲୀ ଗଦି ନିକଟରେ ଗୋଡ଼ ଭାଙ୍ଗି ଠିଆହୁଏ ଚନ୍ଦ୍ରାବତୀ। ଦଦରା କଣ୍ଠରେ କମ୍ପନ ସୃଷ୍ଟି କରି ଥରିଉଠେ ମାରୱାଡ଼ିର ସ୍ୱର ଲହର। ସହେ ସବୁ ଚନ୍ଦ୍ରାବତୀ। ମନର ତାଡ଼ନା ଅପେକ୍ଷା ପେଟର ତାଡ଼ନା ବଳେଇ ପଡ଼େ ଚନ୍ଦ୍ରାବତୀର। ମାରୱାଡ଼ିର ଗଦି ଛାଡ଼ି କେଉଁ ଭଦ୍ରଲୋକର କଲିଂ ବେଲ୍ ଟିପେ ସେ। ହସି ହସି ବାହାରି ଆସନ୍ତି ଭଦ୍ରଲୋକ। ସାମାନ୍ୟ କେତେ ସମୟ ପାଇଁ ସେ ନିଜର କରି ନିଅନ୍ତି ଚନ୍ଦ୍ରାବତୀକୁ-। ଆପତ୍ତି କରେନାହିଁ ଚନ୍ଦ୍ରାବତୀ। ଯୌବନ ଅପେକ୍ଷା ଯେ ଜୀବନ ଅଧିକ ମୂଲ୍ୟବାନ–ଏ କଥା ବେଶ୍ ବୁଝିଛି ସେ। ଫେରିଲା ବେଳକୁ ହାତରେ ସାମାନ୍ୟ ଟଙ୍କା ଧରି ଫେରିବାକୁ ଚେଷ୍ଟାକରେ ଚନ୍ଦ୍ରାବତୀ। ହସ ଲାଗେ ତାକୁ। ହାୟରେ ମଣିଷ। ମୁହୂର୍ତ୍ତକର ବିନ୍ଦୁଏ ଭୋକ ପାଇଁ ତୋର କି ଆଶ୍ଚର୍ଯ୍ୟକର ଉନ୍ନାଦନା-!! ଏଇ ବିନ୍ଦୁଏ ନିଆଁର ଭୋକ ଲାଗି ବୃଦ୍ଧ ମାରୱାଡ଼ିର କଣ୍ଠ ଥରୁଛି... ଭଦ୍ରଲୋକର ମୁହଁରେ ହସର ଜୁଆର ଛୁଟୁଛି... ପୁଣି ହେମକାନ୍ତର ଅଧ୍ୟାପକ ଜୀବନ ମଧ୍ୟ ଦ୍ରବୀଭୂତ ହେଉଛି... ଚିନ୍ତା କରୁଛି ରୂପସୀ ଚନ୍ଦ୍ରାବତୀ... କେତେଦିନ ଏ ଯୁଦ୍ଧ ଚାଲିବ? ମଣିଷ ସୃଷ୍ଟି ଦିନରୁ ହିଁ ଖାଦ୍ୟ ପାଇଁ.. ବସ୍ତ୍ର ପାଇଁ ଯୁଦ୍ଧ ଚାଲିଛି। ଏ ଯୁଦ୍ଧର ଅବସାନ ନାହିଁ। ସନ୍ଧି ନାହିଁ.. ସମାଧାନ ନାହିଁ। ଅଛି କେବଳ ଯୁଦ୍ଧକୁ ପ୍ରଖର। କରିବାର ଦ୍ୱେତନା। ଏଇ ଖାଦ୍ୟ ଆଉ ବସ୍ତ୍ରର ତାଡ଼ନାରେ ସତି ହୁଏ ଅସତୀ। ଭଦ୍ର ହୁଏ ଅଭଦ୍ର। ନାରୀ ହୁଏ ବେଶ୍ୟା, କୁଳଟା। ମଣିଷର ମନ ଭିତରେ ଯଦି ଏହି ବିନ୍ଦୁଏ ଭୋକର ନିଆଁ ହୁ... ହୁ... ହେଇ ଜଳୁ ନ ଥାନ୍ତା ତେବେ ଦାର୍ଶନିକ ଦର୍ଶନ ପାଇଁ ପାଗଳ ହୁଅନ୍ତାନି.. ଛାତ୍ର... ସାଧନା ପାଇଁ ଆଗେଇ ଆସନ୍ତାନି। ଅଧ୍ୟାପକ ଅଧ୍ୟାପନା ପାଇଁ ଇଚ୍ଛା କରନ୍ତାନି... ପ୍ରେମିକ ପ୍ରେମପାଇଁ ପାଗଳ ହୁଅନ୍ତାନି... ଅଥବା ମଣିଷ.. ଜୀବନପାଇଁ ରକ୍ତ ନିଗାଡ଼ ପରିଶ୍ରମ କରନ୍ତାନି। ସବୁ ଏଇ ବିନ୍ଦୁଏ ନିଆଁ। ଏ ନିଆଁ ସବୁଠି ଜଳୁଛି। କେଉଁଠି ଦିକି ଦିକି ହେଇ.. କେଉଁଠି ହୁ... ହୁ... ହେଇ। ଠିକ୍ ଗୋଟିଏ ଦିଆସିଲି କାଠି ସମଗ୍ର ପୃଥିବୀକୁ ଜାଳି ଦେବାର ଶକ୍ତି ରଖିଥିବା ଭଳି... ଏ ବିନ୍ଦୁଏ ନିଆଁରେ ଦୁନିଆଁ ଜଳିବାର ଶକ୍ତି ଅଛି। ଏ ନିଆଁ କଟକ ସହରର ଗଳି କନ୍ଦିରେ ଦିକି ଦିକି ହେଇ ଜଳେ..। ଗଛରେ ପତ୍ରରେ ଦିକି ଦିକି ହେଇ ଜଳେ। ପୁଣି ମହାନଦୀ କାଠଯୋଡ଼ି ପାଣିରେ ମଧ୍ୟ ଏ ନିଆଁ ତା'ର ବିରାଟ ଜିଭକୁ ଲହ ଲହ କରେ। ଏ ନିଆଁ ଯଦି ଅନାଦି କାଳରୁ ଜଳୁ ନ ଥାନ୍ତା.. ତେବେ ଅନେକ ଦିନରୁ ପୃଥିବୀ ଭସ୍ମୀଭୂତ ହୋଇ ଯାଇଥାନ୍ତା। ସେହି ବିନ୍ଦୁଏ ନିଆଁର ଡାକରାରେ ହିଁ ଚନ୍ଦ୍ରାବତୀ ଆଜି ପଥପ୍ରାନ୍ତର ବାଳିକା। ସେ ସାମ୍ୟବାଦ ବା ସମାଜବାଦର ସ୍ୱପ୍ନ ଦେଖୁନାହିଁ। ହିନ୍ଦୁ ବା ଖ୍ରୀଷ୍ଟିଆନ୍ ଧର୍ମର ପ୍ରଚାର କରୁନାହିଁ।